ନ ହେଲା ଟଙ୍କା ପାଞ୍ଚୁଟା ଯାଏଁ ଜରିମାନା ପଡ଼ିବ। –ଖୁବ୍ ବଢ଼ି ବଢ଼ି। '' ମଦନବାବୁଙ୍କ ଅକଲଗୁଡ଼ୁମ୍। ''ଶେଷକୁ ଶହେ ଟଙ୍କାଟା ପାଇ ନା ପଡ଼ିବ ଯେ ପଟ୍ଟନାହାକ ଘର ନାଟବନ୍ଦୀ ପଟେଇ ପାରିଲେ ନାହିଁ। '' ''ଭାଗୁ ପଟ୍ଟନାହାକ ଥାଉ ଥାଉ ତମେ କିଛି ଚିନ୍ତା କର ନାହିଁ ମଦନାଦି। ନ ହେଲା, ନାହିଁ ମୁଁ ହାତରୁ ଦେଇ ଦେଉଚି। ମୋ ଟଙ୍କାଟା ହାତ ଉଦ୍ଧାରି ବୋଲି ଜାଣିବ ମଦନାଦାଦି। ମୋତେ ହାତେ ହାତେ ଦେଇଦେବ। ହେଣ୍ଡନୋଟ ତମସୁକର ଦରକାର ନାହିଁ। ଦାଦି ପୁତୁରା ଭିତରେ କଥା ତ। '' ସେଥର ନାଟବନ୍ଦୀ ଚଳିଗଲା। ଯଥା କଥା କି। ତହିଁ ଆର ବରଷ ଆଦାୟ ପୁଣି ସେମିତି ସେମିତି। ଧାନ ଦର ପଡ଼ିଗଲା। ପ୍ରଜାଘରେ ହାହାକାର ପଡ଼ିଗଲା। ରାଜା ଜମିଦାରଙ୍କର ପ୍ରମାଦ କହିଲେ ନସରେ। ସରକାର ଅହନ୍ତା କଲାପରି ଜମିଦାରଙ୍କ ଉପରି ଦାଖଲଖାରଜ ରୋସମା ଉଠାଇ ଦେଲେ। ଛୋଟ ଛୋଟ ମଧ୍ୟବିତ୍ତ ଜମିଦାର ଗଡ଼ି ମରିଲାପରି କହିଲା ହାଲିଆ ହେଇଗଲେ। ବଡ଼ବଡ଼ଙ୍କ ଅବସ୍ଥା ମଧ୍ୟ ଢୋକେ ପି ଦଣ୍ଡେ ଜୀ। ମଦନବାବୁ ସେ ତାଲିକାରୁ ବାଦ୍ ପଡ଼ନ୍ତେ କେମିତି। ମିଶ୍ରଙ୍କ ଟଙ୍କା ଶୁଝା ସରିନାହିଁ। ବାକି ଅଳ୍ପ କେତେ ଶୁଝିଦେଇ ହେଣ୍ଡନୋଟ ଫେରେଇ ଆଣିବେ ବୋଲି ଯେତେଥର ଟଙ୍କା ଆଣି ରଖୁଛନ୍ତି, ପର ଲାଗିଲା ପରି ସେ କୁଆଡ଼େ ଉଭେଇଯାଉଛି। ଚାହୁଁଚାହୁଁ ଆର ନାଟବନ୍ଦୀ ଆସି ପଡ଼ିଲା। ଏଥର ଦୁଇହଜାର ଟଙ୍କା ଊଣା। ମଦନ ପଟ୍ଟନାହାକ କହିଲେ, ଏଥର ଆଉ କିଛି ବେଶି ଟଙ୍କା ଆଣି ପୁରୁଣା ଋଣଟାକୁ ଶୋଧକରି ଦିଆଯାଉ। ଏଣିକି ଖାତାରେ ନୂଆ କରଜଟା ପଡ଼ୁ। ଭାଗୁ ମହାନ୍ତି କହିଲେ–ଏକା କଥା–ଅନ୍ଧାରରେ ଖାଇଲେ ଯେ ଆଲୁଅରେ ଖାଇଲେ ସେ। ତା' ଛଡ଼ା ତମେ ଭାବିଛ ଆଗ ଟଙ୍କା ନ ଶୁଝିଲେ ମିଶ୍ର ବାହ୍ମୁଣ ତମକୁ ଅବିଶ୍ୱାସ କରିବ। ତା' ନୁହେଁ–ତା' ନୁହେଁ ମଦନାଦାଦି। ମିଶ୍ର ବାହ୍ମୁଣ ଭଲ କରି ଚିହ୍ନିଚି ମଦନ ପଟ୍ଟନାୟକ କିମିତିଆ ଲୋକ। ସେ କ'ଣ ତମକୁ ଅବିଶ୍ୱାସ କରିବ, କାଳେ ତମେ ଆଗ ଟଙ୍କାଟାକୁ ବୁଡ଼େଇଦେବ ବୋଲି, ତଥାପି ମଦାନାଦାଦି ଡରେ କହିଲେ–ନାଇଁ ପୁରୁଣା ହିସାବଟା ନିକାଶ କରିଦେଲେ ଭଲ, ନଇଲେ ସେଟା ପୁଣି ଗଡ଼ୁଥିବ–ସୁଧ ଚଢ଼ୁଥିବ। କେବଳ କଥାରେ ହେଲା ପୁରୁଣା ଚୁକ୍ତି କରି ଦିଆଯିବ। କିନ୍ତୁ କାର୍ଯ୍ୟରେ ହେଲା ନାହିଁ। ଭାଗୁ ମହାନ୍ତିର ସେଇ ଏକ ଜବାବ–ଆଲୁଅରେ ଖାଇଲେ ଯେ, ଅନ୍ଧାରରେ ଖାଇଲେ ସେ। ବର୍ଷ ବର୍ଷ ଧରି ନାଟବନ୍ଦୀକୁ ନାଟବନ୍ଦୀ, ବର୍ଷରେ ଦି' ଦି' ଥର ମଦନ ପଟ୍ଟନାୟକ ମିଶ୍ରଘରୁ କରଜ ଆଣିବାକୁ ଲାଗିଲେ। କରଜଟା ବାଡ଼ି ବାଇଗଣ ପରି ଲାଗିଲା। ଅତି ସହଜ–ଆପଣାର ସାଇତା ସଞ୍ଚାଧାନ ଆଣିଲା ପରି ଲାଗୁଥାଏ ମଦନ ପଟ୍ଟନାଏକଙ୍କୁ। ଜମିଦାରୀରେ କିନ୍ତୁ ତାଗିଦା ନାହିଁ। ଆଦାୟର ବ୍ୟବସ୍ଥା ନାହିଁ। ହଁ, ଆଦାୟ ହେବ। ପ୍ରଜାଙ୍କ ଉପରୁ କୁଆଡ଼େ ବୁଡ଼ିଯାଇଛି କି? ପ୍ରଜାଏବି ଆଉ ଘରେ ଆଣି ଖଜଣା ଗଣିଦେଇ ଯିବା ଅବସ୍ଥାରେ ନାହାନ୍ତି। ଆଲ୍ଲାମିଆଁ ଦେଲାପରି ସମସ୍ତେ ମନ ଖୁସିରେ ନାହିରେ ତେଲଦେଇ ଶୋଇପଡ଼ନ୍ତି। ମଦନ ପଟ୍ଟନାୟକଙ୍କ ଅବସ୍ଥା କ୍ରମେ ଖରାପ ହୋଇଆସିଲା। କଟକବଲାରେ ଜମଦାରୀ ବନ୍ଧାଦେଇ କରଜ ଆଣିଲେ। ଜୁଆଖେଳ ଟଙ୍କାପରି କରଜର ସୁବିଧା ଧନରେ ମଦନ ପଟ୍ଟନାଏକଙ୍କ ମନ ଯେମିତି ବଶ ହୋଇଯାଇଛି। କ୍ରମେ ଖଣ୍ଡି ଖଣ୍ଡି ହୋଇ ଜମିଦାରୀ ହାତରୁ ଖସିଲା–ନିଲାମରେ ନୁହେଁ–ବିକ୍ରିହୋଇ। ମଦନପଟ୍ଟନାୟକଙ୍କ ଉଆସକୁ ଯେ ଚାହୁଁଥାଏ, ହାୟ ହାୟ କରୁଥାଏ। କାନ୍ଥରେ ଚୂନ